ପ୍ରଚଣ୍ଡ ସୂର୍ଯ୍ୟ ତାପରେ ଏଣେ ଜଳି ଯାଉଛି ଦେହ ହାତ। ଉଠି ପାରୁନି। ଦେହ ହାତ ଅବଶ ହୋଇ ଆସୁଛି। ଶେଷରେ ଥରି ଥରି ନିଶ୍ଚଳ ହୋଇଗଲା କୃଷକର ଦୁଇ ଓସାରିଆ ଛାତିର ସ୍ପନ୍ଦନ। ଚିରଦିନ ପାଇଁ ଶାନ୍ତିର ନିଦ୍ରାରେ ସେ ଶୋଇଗଲା ସେହି ଭୂଇଁ ଉପରେ। କୃଷକର ଜଡ ଶରୀରଟା ତଳଲା ମାଟି ଉପରେ ପଡ଼ି ନ ଥିଲା ଯେ—ସେ ମାଟିରେ ପଡ଼ି ଅଳି କରୁଥିଲା ପାଣି ପାଇଁ।। ସେହି ନିର୍ମମ କାହାଣୀର ସ୍ରଷ୍ଟା ଏଇ ଦିଗହଜା ବାରମାଣିଆଁ ପାଟ। ପାଟ ଆଡ଼ୁ ଆଖି ଫେରାଇଲା ଲୋପାମୁଦ୍ରା। ଆହା କି କରୁଣ ଏ ଦୃଶ୍ୟ। ଏଇ ପାଟ ଆମ ଦେଶର ଭାତ ଥାଳି। ଏଇ ପାଟରେ ଧାନ ହସିଲେ ମଣିଷର ମନ ହସିବ, କିନ୍ତୁ... ଆଖି ହଜା ଧାନକ୍ଷେତର ଶ୍ରୀକୁ ସତେ ଯେମିତି କିଏ କାଢି ନେଇ ଯାଇଛି, ମଝିଗଡ଼ରୁ ଭାଙ୍ଗି ପଡ଼ୁଛି ଧାନଗଛ। ପ୍ରତ୍ୟେକ ଗଛରେ କେବଳ ପୋକ ସାଲୁବାଲୁ। କେଉଁଠି ଧଳି ପୋକତ କେଉଁଠି ନାଲି ପୋକ। ଧାନ ଗଛର ଥୋଡ଼ ଦେହରେ ପଶି ଏମାନେ ଗଛକୁ ଗଡ଼ ଗଡ଼ କରି କାଟି ନଷ୍ଟ କରି ପକାଉଛନ୍ତି। ମୁଣ୍ଡରେ ହାତ ଦେଇ ବସିଛନ୍ତି କୃଷକମାନେ। ପାଟର ଗୋଟିଏ ମୁଣ୍ଡରୁ ଆରମ୍ଭ ହେଲା ସ୍ପ୍ରେୟିଂ। ବିଷାକ୍ତ ଏନ୍ଡ୍ରିନ୍, ଫଲିଡ଼ଲର ଗନ୍ଧ ଖେଳି ବୁଲିଲା ସମଗ୍ର ପାଟର ବାୟୁମଣ୍ଡଳରେ। ଆଗକୁ ଆଗକୁ ମାଡ଼ି ଚାଳିଛନ୍ତି ଛାତ୍ର, ଛାତ୍ରୀ ଅଧ୍ୟାପକ ଦଳ। ଦିନ ଶେଷ ପ୍ରାୟ। ତଥାପି ପାଟର ଅନେକ ଅଂଶ ବାକି ଅଛି। ଆହୁରି ପରିଶ୍ରମ କରିବାକୁ ହେବ। ଜୀବନମୂର୍ଚ୍ଛା କିଆରୀ ପରେ କିଆରୀ ଆଗେଇ ଚାଲିଛି ଲୋପାମୁଦ୍ରା। ହଠାତ୍ ଲୋପାମୁଦ୍ରା ନିକଟକୁ ଲାଗି ଆସିଲା ହେମକାନ୍ତ ସାମାନ୍ୟ କେତେ ସମୟ ପାଇଁ ରୋକିଗଲା ଲୋପାମୁଦ୍ରାର ହାତ। ''ଏବେ ତୁମେ ଟିକେ ବିଶ୍ରାମ ନିଅ ଲୋପା। '' ଅଧ୍ୟାପକ ହେମକାନ୍ତର ପ୍ରାଣରେ ଦରଦ-। ଲକ୍ଷ୍ୟହୀନ ଭାବେ ହେମକାନ୍ତକୁ ଚାହିଁ ଲୋପାମୁଦ୍ରା କହିଲା.. ''ନାଁ, ଆଜିକା କାମ ଶେଷ ହୋଇନି। ଆଉ କିଛି ପରିଶ୍ରମ କରିବାକୁ ହେବ। '' ଆଶ୍ଚର୍ଯ୍ୟ ହେଲା ହେମକାନ୍ତ। ଏଇ କ'ଣ ବାରିଷ୍ଟର ଶାନ୍ତନୁଙ୍କର କନ୍ୟା ସୁକୋମଳା ଲୋପାମୁଦ୍ରା? କେଉଁଠି ବା ଗୁପ୍ତ ଥିଲା ଏ ଉତ୍ସାହ, ଏ ଉଦ୍ଦୀପନା, ଏ ଧୈର୍ଯ୍ୟ, ଏ ପରିଶ୍ରମ? ତଥାପି ବାଧ୍ୟ କରି ହେମକାନ୍ତ କହିଲା–''ମୋ କଥା ମାନ ଲୋପାମୁଦ୍ରା! ଅନ୍ତତ୍ଆଜିକା ପାଇଁ ତୁମେ ବିଶ୍ରାମ ନିଅ। '' ପ୍ରତିବାଦ କରିଉଠିଲା ଲୋପାମୁଦ୍ରା। ''ନାଁ, ଆପଣ ମୋତେ ବାଧା ଦିଅନ୍ତୁ ନି। ମୋ କର୍ତ୍ତବ୍ୟ ମୁଁ ଶେଷ କରେ। '' ପୁଣି ସ୍ପ୍ରେୟର ଧରି ଆଗେଇଲା ଲୋପାମୁଦ୍ରା। ଲୋପାମୁଦ୍ରାର କଥାରେ ଅନୁପ୍ରାଣିତ ହୋଇ ହେମକାନ୍ତ ମଧ୍ୟ ଆଗେଇ ଚାଲିଲା କାମରେ। ସମୟ ଗଡ଼ି ଚାଲିଥାଏ। ହଠାତ୍ ମଝି ପାଟରୁ ଚିତ୍କାର କରି ଉଠିଲେ ଅଧ୍ୟାପକ ରାୟ। ''ଦୌଡ଼ି ଆସନ୍ତୁ.. ଦୌଡ଼ି ଆସନ୍ତୁ ହେମକାନ୍ତ ବାବୁ! ବିଷାକ୍ତ ବାଷ୍ପକୁ ଆଉ ସହି ନ ପାରି କୁମାରୀ ଲୋପାମୁଦ୍ରା ସଂଜ୍ଞାହୀନା-। '' ସ୍ପୋୟର ଯନ୍ତ୍ରଟାକୁ ଫୋପାଡ଼ି ଦେଇ ଆଗକୁ ଦୌଡ଼ିଗଲା ହେମକାନ୍ତ। ବଜ୍ରର ଗମ୍ଭୀର ନାଦରେ ଯେମିତି ପାହାଡ଼ର ଛାତି କମ୍ପି ଉଠେ, ସେମିତି କମ୍ପି ଉଠିଥିଲା—ହେମକାନ୍ତର ସମଗ୍ର ଶରୀର। ଭାବବିହ୍ୱଳରେ ଏକରକମ ଲୋପାମୁଦ୍ରାକୁ ଛାତିଉପରକୁ ଟେକି ନେଇ କହିଲା—''ମୁଁ ବାର ବାର ଅନୁରୋଧ କରୁଛି ଲୋପା! ତୁମେ ବିଶ୍ରାମ ନିଅ। ହେଲେ ମୋ କଥା ନ ମାନି ଏ କ'ଣ ହେଲା? କିଛି ଭଲ ମନ୍ଦ ହେଲେ, କି କୈଫିୟତ ଦିଆଯିବ ଶାନ୍ତନୁ ବାବୁଙ୍କୁ? '' ଆଉ କାଳକିଳମ୍ବ ନ କରି ଛାତ୍ର, ଅଧ୍ୟାପକ ଦଳ ଫେରି ଆସିଲେ ଯାଜପୁର ଡାକ୍ତର ଖାନାକୁ। ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ... ''ଆଉ କ'ଣ ଲୋପାମୁଦ୍ରାର ସଂଜ୍ଞା ଫେରିବ ନି? '' ଭୋର ହୋଇ ଆସୁଛି। ସୂର୍ଯ୍ୟକିରଣର ପୂର୍ବରାଗରେ ରଞ୍ଚିତ ହେଉଛି ପୃଥିବୀ। ଆଖି ଖୋଲିଲା ଲୋପାମୁଦ୍ରା। ଏ କ'ଣ? ଅଧ୍ୟାପକ ହେମକାନ୍ତଙ୍କ କୋଳରେ ମୁଣ୍ଡ ଦେଇ ଯେ ସେ ଶୋଇଛି!! କ୍ଲାନ୍ତି ମଦତିଙ୍କ ଭଳି ଆଖିଟେକି ଲୋପାମୁଦ୍ରା ଆଡ଼କୁ ଚାହିଁଲା ହେମକାନ୍ତ। ରାତିସାରା ଉନିଦ୍ର ରହି ହେମକାନ୍ତ ହୋଇଛି ଅବଶ। ଅପ୍ରତିଭ ହୋଇଥିଲେ ମଧ୍ୟ କୋଳରୁ ମୁଣ୍ଡ ଉଠାଇ ପଳାଇ ଯାଇ ପାରୁନି ଲୋପାମୁଦ୍ରା-। ଅଙ୍ଗପ୍ରତ୍ୟଙ୍ଗରେ ଅସରନ୍ତି ଯୁଗର କ୍ଲାନ୍ତି। ନିଥର ନୟନରେ ଲୋପାମୁଦ୍ରା କେବଳ ଚାହିଁଛି ମେଡିକାଲର କମ୍ପାଉଣ୍ଡ ଭିତରକୁ। କାଠଚମ୍ପା ଗଛରେ ଫୁଲ ଫୁଟିଛି।